"ମୁଁ ବହୁ ଯନ୍ତ୍ରଣା ପାଇଛି , ମୁଁ ବିକ୍ଷତ ହୋଇଚି। ମୋର ସବୁ ଜ୍ଵାଳା ଶୋଷିନିଅ, ଶୋଷିନିଅ, ହେ ପ୍ରିୟତମ।"ନବେନ୍ଦୁ ହଠାତ୍ ପ୍ରକୃତିସ୍ଥ ହେଲା ଅବା, ତାକୁ ଜଣାଇଗଲାଜେ ତା' ବାହୁରେ ଅନେକ ବଳ! ଆକାଶ ପରିଷ୍କାର, ଉଜ୍ଜ୍ୱଳ। ପ୍ରଭାତୀର ଉପକଣ୍ଠରେ କଳକଣ୍ଠର ମୂର୍ଚ୍ଛନାରେ ଏ କାହାର ସଂଗୀତ ଗୁଞ୍ଜରି ଉଠୁଚି? ଉପବନର ପୁଷ୍ପ ସ୍ତବକେ ସ୍ତବକେ ଏ କାହାର ରୂପ ଉକୁଟି ଉଠୁଚି? ନଦୀର ପ୍ରବାହମାନ ଛଳ ଛଳ ଜଳଧାରା ଭିତରେ କିଏ ଢଳ ଢଳ ହୋଇ ବହିଯାଉଚି? ନବେନ୍ଦୁ ଦୁଇହାତ ପ୍ରସାରଣ କଲା, "ମତେ ନିଅ, ମତେ ନିଅ ହେ ଅନ୍ତରତମ। ଅଙ୍ଗେ ଅଙ୍ଗେ ମୋର ସ୍ପର୍ଶ ଦେଇଯାଅ। ହେ ଅସ୍ପର୍ଶ! ତୁମର ମହାସିନ୍ଧୁର ବିଶାଳ ବକ୍ଷରେ ବିନ୍ଦୁଟିଏ ପରି ମତେ ହଜେଇ ରଖ, ହଜେଇ ରଖ!"ରାତି ଦଶଟାରୁ କିଛି ଊର୍ଦ୍ଧ୍ଵ ହେବ! ଘରର କୋଳାହଳ କମିଗଲାଣି। ନବେନ୍ଦୁର ଭାଉଜ, ନବେନ୍ଦୁକୁ ଡାକିବାକୁ ଯାଇ ଦେଖନ୍ତି, ନବେନ୍ଦୁ ନାହିଁ। ଏତେ ରାତିରେ, ଆଜି ପରା ରାତିରେ ନବେନ୍ଦୁ ଗଲା କୁଆଡ଼େ? ଜ୍ୟୋତ୍ସ୍ନାର ଶୋଇଲା ଘରେ ଯାଇ ଦେଖିଲେ, ଅଭିସାରିକା ବେଶରେ ଜ୍ୟୋତ୍ସ୍ନା ଖଟ ବାଡ଼ରେ ମୁଣ୍ଡ ଦେଇ ଶୋଇ ପଡ଼ିଚି। ନବେନ୍ଦୁ ତ ନାହିଁ। ଘରର ଅନ୍ଦିକନ୍ଦି ଖୋଜି ସରିଲା। ନବେନ୍ଦୁ କେଉଁଠି ନାହିଁ। ରାତ୍ରି ଯାଇ ପ୍ରଭାତ ହେଲା। ବିତିଲା କେତେ ଦିନ, କେତେ ମାସ! ନବେନ୍ଦୁ ତ ଫେରିଲା ନାହିଁ? ଏବେ ବି ସେହି କଥାର ପୁନରାବୃତ୍ତି କରି ଜ୍ୟୋତ୍ସ୍ନା ନବେନ୍ଦୁକୁ ପରିହାସ କରେ, "ତୁମକୁ କେଉଁ ବିଶ୍ୱାସ? କେତେବେଳେ ଯେ ଦଗାଦେଇ ଚାଲିଯିବ, ତା' କିଏ ଜାଣେ?"ଜ୍ୟୋତ୍ସ୍ନାର ଏ କଥାରେ ନବେନ୍ଦୁ ଖାଲି ହସେ। ଜ୍ୟୋତ୍ସ୍ନାକୁ ନେଇ ସାତ ବର୍ଷ ସେ ଘର କଲାଣି! ପୁଅ ଝିଅ ହେଲେଣି। ପାଖରେ ତାର ସୁଖର ସଂସାର ବେଢ଼ି ରହିଛି। ତେବେ ବି ଏ କଥାରେ କେଉଁଠି କେମିତି ଝଟ୍‌କା ଲାଗେ। ସାତବର୍ଷ ତଳର ସ୍ମୃତି ଜାଗିଉଠେ। ସେଇ ଦୃଶ୍ୟ, ସେଇ ନିଆଁ, ସେଇ ଶଙ୍କରାଚାର୍ଯ୍ୟ ଗ୍ରନ୍ଥାବଳୀ। ସେ ଜ୍ୟୋତ୍ସ୍ନାକୁ ଜାବୁଡ଼ିଧରି କହେ, "ମତେ ଧର ଜ୍ୟୋତ୍ସ୍ନା, ମତେ ଧର! ତମକୁ ଛାଡ଼ି ମୁଁ କେଉଁଆଡ଼େ, କେଉଁଆଡ଼େ ବି ଯାଇପାରିବି ନାହିଁ। ମତେ କେହି ତମ ପାଖରୁ ନେଇ ପାରିବେ ନାହିଁ। ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ହେଲେ ବି ନୁହେଁ, ନୁହେଁ, ନୁହେଁ!" ଅଶ୍ରୁମୁଖୀ ସୁଦର୍ଶନର ସ୍ତ୍ରୀ ସେଦିନ କାନ୍ଦି କାନ୍ଦି ଯେଉଁ କାବ୍ୟଝଡ଼ ସୃଷ୍ଟି କରିଗଲା, ତାକୁ ଦେଖି ଚତୁଃପାର୍ଶ୍ୱରେ କେହି ଅଶ୍ରୁ ସମ୍ଭରଣ କରିପାରି ନ ଥିଲେ। ସେଇ ଗୋରା ତକ ତକ ସୁନ୍ଦରୀ ନାରୀଟି ଭୂଇଁ ସାଉଁଟି ତ କେବଳ କାନ୍ଦୁ ନଥିଲା, ସତେ କି ଲୁହର ସ୍ରୋତସ୍ୱିନୀଟିଏ ହୋଇ ବହିଯାଉଥିଲା। ସେ ବିକଳ କ୍ରନ୍ଦନ ଦେଖି ଗଛରୁ ପତ୍ର ଝରିବା ମଧ୍ୟ ଅସମ୍ଭବ ନୁହେଁ, ଆଉ ଚାରି ପାଖରେ ବେଢ଼ିଥିବା ସମସ୍ତେ ତ ମନପ୍ରାଣର ମଣିଷ। ନିଆରେ ସମସ୍ତେ ସୁଖୀ ନ ହେବା ଯେମିତି ସ୍ରଷ୍ଟାଙ୍କର ଏକ ଅପୂର୍ବ କଳା ପ୍ରବଣତା ଓ ସୌନ୍ଦର୍ଯ୍ୟବୋଧ, ସେମିତି ଅନେକ ନାରୀ ସ୍ଵାମୀ ସହ ସୁଖର ଜୀବନଯାପନ କରି ନ ପାରି, ବିଧବା ହୋଇ, ମନକୁ ଆହୁରି ପ୍ରେମମୟ କରି ବଞ୍ଚିରହିବା ସେଇ ସ୍ରଷ୍ଟାଙ୍କର ରସବୋଧର ଅନ୍ୟତମ ନିର୍ଯ୍ୟାସ। ମାତ୍ର ଏହାକୁ ଠିକ୍ ଏଇପରି ଉପଲବ୍ଧି କରିବାର ବ୍ୟାପକ ଦୃଷ୍ଟି ତ ସମସ୍ତଙ୍କର ନାହିଁ! ସମସ୍ତେ ଏହାକୁ କହନ୍ତି ଦୁର୍ଭାଗ୍ୟ। ଅଥବା ନିଜର କୌଣସି ପାପର ଫଳ ସେ ଭାଗ୍ୟ ନେଇ ଅନେକ ନାରୀ ବିଧବା ହୁଅନ୍ତି। ଅର୍ଦ୍ଧ ବୟସରେ, ରୋଗରେ ସଢ଼ି କିଏ ମରେ, କିଏ ବା ମରେ ଦୁର୍ଘଟଣାରେ। ଆଉ ବି ତ କେହି କେହି ପ୍ରଥମ ରାତ୍ରିରେ, ସ୍ୱାମୀର ମୁଖଦର୍ଶନ କରିବା ପୂର୍ବରୁ ବିଧବା ହୁଏ। ଏମିତି ଅନେକ ଘଟଣା ପ୍ରତ୍ୟହ ଘଟୁଛି। ମାତ୍ର ସୁଦର୍ଶନର ସ୍ତ୍ରୀ ପାଇଁ ଏଇ ଘଟଣାଟା ଯେମିତି ସମୟରୁ ବିଚ୍ଛିନ୍ନ। ଏକ ସ୍ଥିର, ପ୍ରଜ୍ଜ୍ୱଳିତ ଅଗ୍ନିର ସ୍ତମ୍ଭ। ରାତି ରାତି ଧରି ମୁମୂକ୍ଷୁ ସ୍ୱାମୀର ଶଯ୍ୟାଧାରେ ବସି, ଆସନ୍ନ ବୈଧବ୍ୟକୁ ଚିନ୍ତା କରୁ କରୁ ସେ ବିଧବା ହୋଇନି, ଗୋଲାପଶଯ୍ୟାରେ ଶୋଇ, ଆକଣ୍ଠ ସୁଧା ପାନ କଲା ପରେ, ସହସା, କେଉଁ ଧୂସର ମରୁଭୂମିର ଡହକ ବାଲିରେ ନିଜକୁ ଆବିଷ୍କାର କଲା ପରି ଏ ବୈଧବ୍ୟ ତାର ଅନାହୂତ, ଅଭାବିତ ଓ ଚମକପ୍ରଦ। ସୁଦର୍ଶନ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ସୁଦର୍ଶନ ମହାନ୍ତି, ପଞ୍ଚତିରିଶି ବର୍ଷର ଯୁବକ। ବେଶ୍ କାଣ୍ଟ ଛାଣ୍ଟ ଚେହେରା।